ରାଧାକ୍ରଷ୍ଣଙ୍କର ଇଣ୍ଡିଆନ୍ ଫିଲୋସଫି ବହିଟା ଟେବୁଲ୍ ଉପରେ ସ୍ଥିତପ୍ରଜ୍ଞ ପରି ପଡ଼ିଛି। ସବୁକିଛି ଅଛି କେବଳ ନାହିଁ ସେହି ଝିଅଟି। ସେ ଦିନ ବର୍ଷା ସହରକୁ ଟିକିଏ ନୀରବ ନିଥିର କରିଦେଇଥାଏ। ରାତି ବାରଟା ହେବ-। ତମେ ଶୋଇପଡ଼ିଥାଅ। ଟିଟନ ତମ ଦେହରେ ଗୋଡ଼ ହାତ ଲଦି ନିର୍ଭୟରେ ଶୋଇଥାଏ। ଶଶୁରଙ୍କୁ ଔଷଧ ଖୁଆଇ ଟେବୁଲ ଲ୍ୟାମ୍ପ ଲଗାଇ ପରଦିନ କ୍ଲାସ ପାଇଁ ପଢ଼ୁଥାଏ। ଏହି ସମୟରେ ବାହାରୁ କବାଟ ବାଡ଼େଇବା ଶବ୍ଦ ଶୁଭିଲା। ତମକୁ ଉଠାଇଦେଇ କହିଲି, ''ଶୁଣିଲ କିଏ ଡାକୁଛି? '' ଏହିସମୟରେ ବାହାରୁ ଝିଅଟିଏ କହିଲା, ''ଭଉଣୀ ରାତିକ ମତେ ଯାଗା ଦିଅ ତମ ଘରେ। '' ତମକୁ ନୀରବ ଦେଖି ପଚାରିଲି, ''ଏ ଝିଅଟି ନକ୍ସଲାଇଟ୍ କିମ୍ବା ଅନ୍ୟକିଛି ଅସମାଜିକ ସମ୍ପ୍ରଦାୟ ସହ ସଂପୃକ୍ତ ଝିଅ ନୁହେଁ ତ? '' ତମେ ଟିଟନ୍ର ଦେହରେ ଚଦର ଢାଙ୍କୁ ଢାଙ୍କୁ କହିଲ, ''ମୁଁ ବି ସେୟା ଭାବୁଛି। '' ନିରୁପାୟ ହୋଇ କହିଲି, ''ଚାଲିଯାଅ ଭଉଣୀ। ତମକୁ ଏ ବର୍ଷଣ ମୁଖର ରାତିରୁ ରକ୍ଷା କରିବାକୁ ଅସମର୍ଥ। ତା'ପରେ ଟେବୁଲ ଲ୍ୟାମ୍ପ ଲିଭେଇ ଶୋଇବାକୁ ଗଲି। '' ପରଦିନ ସକାଳେ ତମେ ଦାନ୍ତ ବ୍ରସ କରୁଥିଲ। ମୁଁ ତଳକୁ ଯାଇ ଫୁଲ ତୋଳୁ ତୋଳୁ ସମସ୍ତଙ୍କ କଥା ଶୁଣି ପାଖ ଘର ମାଉସୀଙ୍କୁ ପଚାରିଲି, ''ମାଉସୀ, କ'ଣ ହେଲା କି'? '' ମାଉସୀ ମୋ ପାଖକୁ ଆସି ଚାପା କଣ୍ଠରେ କହିଲେ, ''ଝିଅଲୋ କାଲି ରାତିରେ ଝିଅଟେ ଧର୍ଷିତା ହୋଇଛି ରାଜ ରାସ୍ତାରେ। '' ଏ କଥା ଶୁଣି ମୋ ଭିତରେ ଶୂନ୍ୟତା ଭରିଗଲା। ମୁଁ ଖାଲି ଭାବି ହେଲି ଦୋଷ କାହାର। ତମର? ମୋର? ସମାଜର? ସମୟର? ନା ସେହି ଝିଅଟିର? କ୍ରମଶଃ ବଡ଼ ହୋଇଯାଉଥିବା ଝିଅ ଈଶା କାନ୍ଦୁଥିଲା। କବାଟ ଝର୍କା ବନ୍ଦ ଥିଲା। ମିହୀର ଫେରିବାର ସମୟ ହୋଇନଥିଲା। ସେ କେତେବେଳେ ଯେ ଫେରିବ ସେ କଥା ବି ଜଣାନଥିଲା ଇଶାକୁ। ବେହିସାବୀ ଲୋକଟେ। ହିସାବରେ ଧରାଦିଏନା। ହୁଏତ ଏବେ ଫେରିପାରେ। ନତୁବା ରାତି ବାର ବଜାଇ ଦେଇପାରେ। ନିଜର ସମୟକୁ ନିଜ ଇଚ୍ଛାରେ ଚଲାଏ-। ଠିକ୍ ତା' ବାଇକ୍ ଭଳି। ମନଇଚ୍ଛା ବ୍ରେକ୍ ମାରେ। ମନଇଚ୍ଛା ହର୍ଣ୍ଣ ମାରେ। ଚଳାଇଲାବେଳେ ସ୍ପିଡ଼ୋମିଟରକୁ ଦେଖେ ନାହିଁ। ଝିଅ ଶୋଇଥିଲା। ଝିଅଟା ଦେଖିବାକୁ ଠିକ୍ ମିହୀର ଭଳି, ସେ ମିହୀରର ପିଲାଦିନର ଫଟୋ ଦେଖିଛି। ଝିଅର ମୁହଁ ତା' ମୁହଁ ସହ ପୁରା ମିଶିଯାଏ। ଡିଟୋ। ଫଟୋସପରେ ମିହୀର ଝିଅ ଓ ତାକୁ ନେଇ ଗୋଟେ କମ୍ପୋଜିସନ୍ କରିଛି। ଗୋଟେ ସୁନ୍ଦର ଘାସ ପଡ଼ିଆରେ ସେ ଓ ଝିଅ। ଦେଖିଲେ ଟୁଇନ୍ ଭଳି ଲାଗୁଛନ୍ତି। ଠିକ୍ ତା' ପଛକୁ ବାଡ଼ିଟେ ଧରି ମେଣ୍ଢା ଚରାଉଥିବା ଝିଅର ଜାଗାରେ ତାକୁ ରଖିବା କ'ଣ ଠିକ୍ ହୋଇଛି? ଈଶା ଖଟରୁ ଉଠି ଯାଇ ଆଲ୍ବମ୍ ଖେଳାଇଲା। ପ୍ରଥମ ଫଟୋଟି ମିହୀର ଆଉ ତା'ର। ବାହାଘର ବେଳର ଫଟୋ। ନ' ଥାଉ କହି ଆଲବମ୍ ରଖିଦେଲା। ବେଳେ ବେଳେ ଲାଗେ ଯେ ଘରର ଅନ୍ୟାନ୍ୟ କିଛି ବସ୍ତୁ ଭଳି ଏ ଆଲବମ୍ଟାର ବି ତାକୁ ଥଟ୍ଟା କରିବା ଶକ୍ତି ଅଛି। ଏଇ ସେ ଦିନ ଯେମିତି କାନ୍ଥରେ କ୍ୟାଲେଣ୍ଡର୍ ଟାଙ୍ଗିବାକୁ କଣ୍ଟା ପିଟୁ ପିଟୁ ତା'ର ମନେ ହେଲା, ସେ ଯେମିତି ଏକ ନିର୍ଜୀବ କାନ୍ଥ, ତା' ଉପରେ କଣ୍ଟା ଆଉ ହାତୁଡ଼ି ନେଇ ମିହୀର କଣ୍ଟା ପିଟି ଚାଲିଛି। କାନ୍ଥ କହିଲା କଷ୍ଟ ହେଉଛି ଯେ। ମିହୀର କହିଲା, 'ହଉ, କଷ୍ଟ ସହିଲେ ସିନା ସୁନ୍ଦର କ୍ୟାଲେଣ୍ଡର୍ଟିଏ ଝୁଲିବ। ' ଈଶା ଦେହରେ ଅନେକ କଣ୍ଟା। ଝୁଲୁଥିବା ଅନେକ ଛବି। ମିହୀର ଖାଲି ସୌନ୍ଦର୍ଯ୍ୟ ଦେଖେ। କ୍ଷତ ଦେଖେନା। ସେଇଥି ପାଇଁ ତ ଲୁହ। କାନ୍ଦି କାନ୍ଦି ତା' ଆଖି ଫୁଲି ଲାଲ ପଡ଼ି ଯାଇଥିଲା, ଗାଲ, ବେକ, ଲୁଗା ଭିଜି ଓଦା ହୋଇ ଯାଇଥିଲା। ତଥାପି ସେ କାନ୍ଦୁଥିଲା। କାନ୍ଦିଲେ କ'ଣ ସବୁ ଠିକ୍ ହୋଇଯାଏ? ନା। ଯାହାଖାଲି ଦେହ ଖରାପ ହୁଏ। ସବୁ ଜାଣି ବି ସେ କାନ୍ଦେ। ତା'ର ବେଳେ ବେଳେ ବହୁତ କିଛି କହିବାକୁଥିଲେ ବି କହିପାରେନି, କାହିଁକି?